ସେଇ ସାକ୍ଷାତବେଳେ ତା'ର ପରିଚୟ ସେ ମୋ ନିକଟରେ ବି କ୍ଲିଅର କରି ନ ଥିଲା। ମୁଁ କିନ୍ତୁ ଅନ୍ୟଦିଗରୁ ତା'ର ସଠିକ ପରିଚୟ ନେଇସାରିଛି। ଆଉ ଏଇ ଘଟଣା ସଂପର୍କରେ ମୋର ଇନ୍ଭେଷ୍ଟିଗେସନ ଅନନ୍ତ ଦାସଙ୍କର ହତ୍ୟାକାରିଣୀ ଭାବରେ ମିସେସ ପାତ୍ରଙ୍କୁ ନିର୍ଦ୍ଦିଷ୍ଟ କରୁଥିଲା କିନ୍ତୁ ଦୁର୍ଭାଗ୍ୟ, ତାଙ୍କ ବିରୁଦ୍ଧରେ ଏଇ ତଥ୍ୟ ସଂଗ୍ରହ କରି ଫେରିବା ମୁହୂର୍ତ୍ତରେ ହିଁ ଆପଣମାଙ୍କର ତାଙ୍କର ମୃତ୍ୟୁ ସମ୍ୱାଦ ଜଣାଇଲେ। ' 'ମି: ଶତ୍ରୁଜିତ! ' 'ଆପଣ ବି ସ୍ନେହଲତା ଉପରେ ଏଇ ସନ୍ଦେହ ଆଣିଥିଲେ। ସେହି ସନ୍ଦେହ କିପରି ଦୃଢ଼ ଆଉ ଯୁକ୍ତିଯୁକ୍ତ ତାହା ଆପରଙ୍କୁ ମୁଁ ଜଣାଇବି। ' 'ସ୍ନେହଲତା ଯଦି ଅନନ୍ତ ଦାସଙ୍କର ହତ୍ୟାକାରୀଣୀ ତା ହେଲେ ସୁବ୍ରତ? ' ଶତ୍ରୁଜିତ ଚିନ୍ତିତ ହୋଇଉଠି କହିଲେ, 'ସ୍ନେହଲତା ଜୟନ୍ତୀ ବିଷୟରେ ଗଭୀର ଅନିସନ୍ଧିତ୍ସୁ ହୋଇଉଠିଥିଲା। ବିଶେଷ କରି ତାର କେତେକ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଜୟନ୍ତୀ ଏକମାତ୍ର ପ୍ରତିବନ୍ଧକ ଥିଲା। ତେଣୁ ଜୟନ୍ତୀ କିଏ ଆଉ କାହିଁକି ସେଠାରେ ତା'ର ଆସ୍ଥାନ ଜମାଇ ବସିଛି ଏହା ଜାଣିବାପାଇଁ ସୁବ୍ରତଙ୍କ ଅନୁରୋଧ କରିଥିବା ବିଚିତ୍ର ନୁହେଁ। ହୁଏତ ଏଇ କାରଣ ପାଇଁ ସୁବ୍ରତ ଜୟନ୍ତୀର ଗତିବିଧି ଜାଣିବାପାଇଁ ତାକୁ ଫଲୋ କରି ଡକ୍ଟର ମିଶ୍ରଙ୍କର କ୍ଲିନିକରେ ପହଞ୍ଚିଛନ୍ତି। ତାପରେ ଘଟଣା ଆପଣ ଜାଣିଛନ୍ତି। ଏଇ ସବୁ ବିଷୟ ଧାରଣ କଲେ ସୁବ୍ରତଙ୍କୁ ସନ୍ଦେହ କରିବା ଅମୂଳକ। କିନ୍ତୁ ତାଙ୍କ ବିରୁଦ୍ଧରେ ଆମେ ଅନେକଗୁଡ଼ିଏ ତଥ୍ୟ ପାଇଛୁଁ। ଏପରିକି ସେ ମିସେସ ପାତ୍ରଙ୍କୁ ଗତକାଲି ସାକ୍ଷାତ କରିଥିଲେ। ତାକୁ ପ୍ରମାଣ ତାଙ୍କର ଡ୍ରଇଂ ରୁମ୍ରୁ ଆଉ ସ୍ନେହ ଲତାର ଶବତଳୁ ମିଳିଥିଲା। ' 'ମାନେ, ଆପଣ କହୁଛନ୍ତି, ସେଇ ଅନୁରୂପ ଚୁରଟ ଆପଣ ମିସେସ ପାତ୍ରଙ୍କ ଡ୍ରଇଂ ରୁମ୍ରୁ ପାଇଥିଲେ? ' 'ହଁ, ଗୋଟିଏ ନୁହେଁ, ଦୁଇଟା। ଠିକ୍ ଏକା ବ୍ରେଣ୍ତର। ' ମି: ମହାନ୍ତି ଯେମିତି ଗଭୀର ଚିନ୍ତା ଭିତରେ ପଡ଼ିଗଲେ। କେତେକ ମୁହୂର୍ତ୍ତପରେ କହିଲେ, 'ତା' ହେଲେ ସୁବ୍ରତବାବୁଙ୍କୁ 'ତାଙ୍କ ନିକଟରୁ ସହଜରେ କଥା ଆଦାୟ କରାଯିବାପାଇଁ ମୁଁ ଗୋଟିଏ ଉପାୟ ସ୍ଥିର କରିଛି। ମିଷ୍ଟର ପାତ୍ରଙ୍କ ନିକଟରୁ ଫେରିବା ପରେ ସେ ବିଷୟରେ ମୁଁ ଆପଣଙ୍କୁ ଜଣାଇବି। ଆଉ ଆପଣମାନେ ଯଦି ମୋର ସେଇ ମତ ଗ୍ରହଣ କରନ୍ତି, ମୁଁ ଚେଷ୍ଟା କରି ଦେଖିବ କିଏ ଅପରାଧୀ ଆଉ କାହିଁକି? ମି: ମହାନ୍ତି ଯେମିତି କୃତକୃତ୍ୟ ହୋଇଗଲେ–'ଆପଣଙ୍କର ଆଗାମୀ ଚକ୍ରବ୍ୟୂହକୁ ମୁଁ ସ୍ୱାଗତ ଜଣାଇ ରହିପାରୁନାହିଁ, ଅଜ୍ଞା! ଶତ୍ରୁଜିତ ଆଉ କିଛି କହିବା ପୂର୍ବରୁ ଜିପ୍ଟି ଯାଇ ଏକ କ୍ଷୁଦ୍ର ଏକ ମହିଳା କୋଠା ନିକଟରେ ଛିଡ଼ା ହେଲା। ସେଇଠାରୁ ପାର୍ବତ୍ୟ ରାସ୍ତାର ଆରମ୍ଭ। ''ମିଷ୍ଟର ଆଣ୍ତ ମିସେସ ପାତ୍ର ଏଣ୍ତ୍କୋ''ର ଅଫିସ କମ୍ ରେସିଡ଼େନ୍ସ ଏଇ ପ୍ରାସାଦଟି। ବେଶ୍ ମନୋରମ ଅନୁରୂପରେ ଏହା ନିର୍ମାଣ କରାଯାଇଥିଲା। ଗେଟ ଖୋଲି ଭିତରକୁ ପ୍ରବେଶ କଲେ ମି: ମହାନ୍ତି, ତାଙ୍କ ପଛେ ପଛେ ଶତ୍ରୁଜିତ। ଠିକ୍ ପ୍ରାସାଦସ୍ଥ ସମ୍ମୁଖଦ୍ୱାରରେ ଡିଉଟିରତ ଦରଓ୍ୟାନ ପୋଲିସ ଇନ୍ସ୍ପେକ୍ଟରଙ୍କ ସହିତ ଶତ୍ରୁଜିତଙ୍କ ଦେଖି ଭୟ ପାଇଗଲେ ଯେମିତି। 'ପାତ୍ରବାବୁ ଭିତରେ ଅଛନ୍ତି? ' 'କେହି ନାହାନ୍ତି, ସାହେବ! କିରାଣୀବାବୁ ମାନେ ଅଫିସ ବନ୍ଦ କରି ଘରକୁ ଚାଲିଗଲେଣି? ' 'ପାତ୍ରବାବୁ କାହାନ୍ତି? ' 'କାଲି ସନ୍ଧ୍ୟାରୁ ଆଉ ଗୋଟେ କୋଉ ନୂଆ ମାଇନିଂ ଦେଖିବାକୁ ଯାଇଛନ୍ତି। ' 'ସେ ଯାଗା କୋଉଠି? ' 'ଏଠାରେ ଆହୁରି ଆଠ ନଅ ମାଇଲ